ଚିକାଗୋ ସହରରେ ଏହି ସ୍ୱାଧୀନମାନବ କ୍ଳବ ରହିଅଛି। ତାର ମୂଳମନ୍ତ୍ର ହେଉଛି ଅନ୍ୟର ସେବା ଆଉ ବନ୍ଧୁତ୍ୱ। ମାତ୍ର ମୁଁ ଶୁଣିଅଛି, ଏହି ଯମଦୂତ ଦଳର ଲୋକ କୁଆଡ଼େ ନରହନ୍ତା, ଡକାୟତ। ଆପଣ କଅଣ କହିବାକୁ ଚାହାଁନ୍ତି, ମୁଁ ବି ଜଣେ ନରହତ୍ୟା, ନିଷ୍ଠୁର ଡକାୟତ! ବୃଦ୍ଧ ଚମକିପଡ଼ି ଚୌକିରୁ ଉଠି ଠିଆ ହୋଇଗଲେ। ଥରଥର କଣ୍ଠରେ କହିଲେ, କି ସର୍ବନାଶ ତୁମେ ମଧ୍ୟ ସେହି ସ୍ୱାଧୀନମାନବ କ୍ଳବର ସଭ୍ୟ? ପ୍ରଥମେ ଏକଥା କହିଲ ନାହିଁ କାହିଁକି? ମୁଁ ଯଦି ଆଗରୁ ଜାଣିଥାଆନ୍ତି, ତେବେ ମାସକୁ ହଜାରେ ଟଙ୍କା ଦେଲେ ମଧ୍ୟ ମୁଁ ତୁମକୁ ମୋ ଘରେ ସ୍ଥାନ ଦେଇ ନ ଥାନ୍ତି। ମୁଁ କହି ରଖୁଛି, ଆପଣ ଆପଣଙ୍କ କଥା ଫେରାଇ ନିଅନ୍ତୁ ନ ହେଲେ ପ୍ରମାଣ ଦିଅନ୍ତୁ ପ୍ରମାଣ କେତେଟା ଦରକାର? ଏହି ଦୁଇ ବର୍ଷ ମଧ୍ୟରେ ଏଠାରେ ଅନ୍ତତ ପଚାଶଟା ନରହତ୍ୟା ହୋଇଗଲାଣି। ସେସବୁ କେବଳ ଏହି ଯମଦୂତ ଦଳର କାଣ୍ଡ। ତା ହୋଇପାରେ। ମାତ୍ର କ୍ଳବ୍ ସହିତ ସେମାନଙ୍କ ସମ୍ପର୍କ କଅଣ? ଯେଉଁମାନେ ଯମଦୂତ ଦଳରେ ଅଛନ୍ତି, ସେହିମାନେ ତ କ୍ଳବର ସଭ୍ୟ। ମୋର ଆଦୌ ବିଶ୍ୱାସ ହେଉ ନାହିଁ। ତୁମେ ବିଶ୍ୱାସ କର ବା ନ କର, ଦୟା କରି କାଲି ସକାଳୁ ମୋ ଘର ଛାଡ଼ି ଅନ୍ୟତ୍ର ଚାଲିଯାଅ। ଏହା କହି ବୃଦ୍ଧ ଧଡ଼ାସ୍ କରି କବାଟ ଫିଟାଇଦେଲେ ଏବଂ ତମତମ ହୋଇ ସେଠାରୁ ଚାଲିଗଲେ। କିଛିକ୍ଷଣ ପରେ ବୃଦ୍ଧଙ୍କର ଏକମାତ୍ର କିଶୋରୀ କନ୍ୟା ଏଟ୍ଟି ଆସି ସେଠାରେ ଠିଆହେଲା। ଏଟ୍ଟିକୁ ଦେଖି ମ୍ୟାକ୍ମାର୍ଡ଼ୋ କହିଉଠିଲେ, ଏଟ୍ଟି, ମୁଁ ତୁମକୁ ଏହି ଯମଦୂତ ଦଳର କୌଣସି ଲୋକ ସହିତ ବିବାହ ହେବାକୁ ଦେବି ନାହିଁ। ତୁମ ପରି ସୁନ୍ଦରୀ, ପବିତ୍ରା, ସରଳହୁଦ୍ରା କନ୍ୟା କଅଣ ଶେଷରେ ଗୋଟାଏ ନରହନ୍ତା ଡ଼ା ଡକାୟତର ଘରଣୀ ହେବ ? ଏଠି ମୁହଁ ଭୟରେ କଳା ପଡ଼ିଗଲା। ସେ ଧୀରେ ସ୍ୱରରେ କହିଲା, ଏଭଳି ବଡ଼ ପାଟିରେ କଥା କୁଅ ନାହିଁ। କାହିଁକି? ଏତେ ଡରଭୟ କାହାକୁ ? ତୁମେ ଏଠାରେ ନୂଆ କି ନା, କିଛି ଜାଣି ନାହିଁ। ଏ ଯମଦୂତ ଦଳର ଲୋକମାନେ ଅତି ଭୟଙ୍କର। ପୁଣି ଟେଡ଼ି ବୁଲ୍ଡ଼ୁଇନ ଯାହା ସହିତ ମୋର ବିବାହ ହେବା ସ୍ଥିର ହୋଇଅଛି, ସେ ସବୁଠାରୁ ବଳି ଭୀଷଣ ସାକ୍ଷାତ୍ ରାକ୍ଷାସ। ମୋ କଥାଟା ଶୁଣ। ମୁଁ ମଧ୍ୟ ଅତି ଭୟଙ୍କର ଲୋକଙ୍କ ସହିତ ଚଳିଆସିଅଛି। ତୁମେ ବିଶ୍ୱାସ କର, ଯାହାଙ୍କୁ ଦେଖିଲେ ଲୋକେ ଭୟରେ ମୁର୍ଚ୍ଛା ଯାଆନ୍ତି, ସେହିମାନେ ହିଁ ମତେ ଭୟ କରନ୍ତି। ତଥାପି ମୁଁ କହିବି ଏହି ଯମଦୂତ ଦଳ କି ଭୟଙ୍କର, ତା ତୁମେ ଜାଣ ନାହିଁ। ଏପରି କିଛି ଦୁଷ୍କାର୍ଯ୍ୟ ନାହିଁ ଯାହାକୁ କି ହସିହସି ନିମିଷକ ମଧ୍ୟରେ ସେମାନେ କରି ନ ପାରିବେ। ମ୍ୟାକ୍ମାର୍ଡ଼ୋ ବିସ୍ମିତ ହୋଇ ପ୍ରଶ୍ନକଲେ, ମୁଁ ତ ବୁଝିପାରୁ ନାହିଁ। ସମସ୍ତେ ଯଦି ଜାଣନ୍ତି ଯେ ଏହି ଦଳ ଗୋଟାକୁ ଗୋଟା ନରହତ୍ୟା କରିବାରେ ଲାଗିଛନ୍ତି, ତେବେ କଚେରୀରେ ଏମାନଙ୍କ ବିରୁଦ୍ଧରେ ମକଦ୍ଦମା ହେଉ ନାହିଁ କାହିଁକି? ଏଟ୍ଟି ଅତି ନିମ୍ନ ସ୍ୱରରେ ଉତ୍ତରଦେଲା, ମକଦ୍ଦମା କରିବେ କିଏ? ଯେ ମକଦ୍ଦମା କରିବାକୁ ଯିବ, ତାର ମୃତ୍ୟୁ ସୁନିଶ୍ଚିତ। ପୁଣି ଏଇ ଦଳର ଲୋକ ଚତୁର୍ଦ୍ଦିଗରେ ଖେଳାଇ ହେଇ ରହିଅଛନ୍ତି। ସେମାନେ ବିଚାର ବେଳେ ନିୟମ ପ୍ରମାଣ କରି ସାକ୍ଷ୍ୟ ଦେବେ ଯେ ଯାହାଙ୍କ ବିରୁଦ୍ଧରେ ମକଦ୍ଦମା ହେଉଛି, ସେ ଘଟଣା ସମୟରେ ତାଙ୍କ ସହିତ ଥିଲେ। ଏ ଯେଉଁମାନେ ସାକ୍ଷ୍ୟ ଦେବେ, ଏମାନେ କିଛି ସାମନ୍ୟ ଲୋକ ନୁହଁନ୍ତି।